ସେହି ଆଶାରେ ତ ମୁଁ ବର୍ଷ ବର୍ଷ ଧରି, କେତେ ଖରାବର୍ଷା ଅବଲମ୍ବନହୀନ ପଥରେ, ବିଶ୍ୱାସର କ୍ଷୀଣ ଦୀପଟିଏ ଜାଳି ଏତେବାଟ ଆଗେଇ ଆସିଚି। ସେଇ ଭରସାରେ ମୁଁ ତ କେତେ ନିଦାଘରେ ଦଗ୍ଧ ଦିନରାତିରେ ଅବରୁଦ୍ଧ କକ୍ଷରେ, ରୁଦ୍ଧ ନିଃଶ୍ଵାସରେ ବିତେଇଦେଇଚି। ମୁଁ ଜାଣେ, ତମେ ଦିନେ ନାଁ ଦିନେ ଆସିବ ମୋର ଆକାଶ ଭଙ୍ଗା ବୃଷ୍ଟି ହୋଇ। ମୋ'ର ଜୀବନରେ ଦେବ ନିବିଡ଼ ପ୍ଲାବନ। ସେଇ ପ୍ଲାବନ ହେବ ଆମ ଦୀର୍ଘ ଜୀବନର ବନ୍ଧନ, ଅବଲମ୍ବନ। ଆଜି ଏହି ନିଶାନ୍ତରେ ଘରର ସମସ୍ତେ ନିଦ୍ରାରେ ଅଚେତନ ହୋଇ ପଡ଼ିଥିବାବେଳେ, ମୋ' ଆଖିରେ ସାରା ରାତି ନିଦ୍ରା ନାହିଁ। ଆବେଗ ଓ ଉଦ୍ବେଗ କେବଳ ନୁହେଁ, ଏକ ଉନ୍ମାଦନା ମଧ୍ୟ ମୋର ସମଗ୍ର ଚେତନାକୁ ଉଚ୍ଛାଟ କରି ରଖିଚି। କାନ ପାଖରେ ଗୁଣୁ ଗୁଣୁ ହୋଇ ଗୁଞ୍ଜନ ତୋଳୁଛି। କେମିତି ତମର ଏ ଅଖଣ୍ଡ ଋଣ ପରିଶୋଧ କରିବି। ମତେ ତମେ କ'ଣ କେବେ ଜାଣି ପାରିବ କେବେ ଜାଣିପାରିବ ଯେ ଗୋଟାଏ ଝିଅ ଏତେ ଭୀଷଣଭାବେ ଭଲ ପାଇପାରେ? ଟୋପା ଟୋପା କରି ନିଜକୁ ନିଃଶେଷ କରିପାରେ ତମେ କ'ଣ ଜାଣିବ? ଜାଣିଥିଲେ ତମେ ଏତେ ବିଳମ୍ବ କରିଥାନ୍ତ କି? ଖୁବ୍ ପିଲାଦିନୁ ମୁଁ ତମକୁ ଆମ ଘରେ ଦେଖିଚି। ମୋ ଭାଇଙ୍କର ବନ୍ଧୁ ହିସାବରେ ତମେ ତ ଆମଘରେ ଜଣେ ହୋଇ ଯାଇଚ। କାହିଁକି ମୋର ବୋଉ ତମକୁ ଏତେ ଶ୍ରଦ୍ଧା କରୁଥିଲେ? ଭାଇଙ୍କଠାରୁ ତମକୁ ତ ସେ କେବେହେଁ ଭିନ୍ନ ମନେ କରୁ ନ ଥିଲେ। ସେଇ ଦାବୀରେ ତୁମେ ହଷ୍ଟେଲ ଛାଡ଼ି ଆମଘରେ ରହିଥିଲ। ତୁମର ସବୁ ଦାୟିତ୍ୱ ହସି ହସି ବାପା ବହନ କରିଥିଲେ। କୈଶୋରର ସେହି ଷଷ୍ଠ, ସପ୍ତମ ଶ୍ରେଣୀଠୁ ଆମେ କେତେ ସାଙ୍ଗ ହୋଇଚେ। ତମ ପିଠିରେ ନାଉ ହୋଇ କେତେ ଝୁଲିଛି। କୋଳିଖାଇ ତମ ଉପରକୁ ମଞ୍ଜି ଫିଙ୍ଗିଛି। ଥଟ୍ଟା ତାମସାରେ ତମ ମୁହଁରେ ଅବିର ବୋଳିଛି। ତମେ ମୋ ବେଣୀ ଝିଙ୍କି ଚାପୁଡ଼ା ମାରି ଖତେଇ ହୋଇ କେତେ ପ୍ରତିଶୋଧ ନେଇଚ। କିଏ ଜାଣିଥିଲା,କୈଶୋରର ସେହି ଚାରୁ ଚପଳତା ଯୌବନରେ ଏକ ଅସହ୍ୟ ନୀରବତା ହୋଇ ମତେ ଦଗ୍ଧ କରିବ। କିଏ ଜାଣିଥିଲା ଦୁଇଟି ଚଞ୍ଚଳ, ଅସ୍ଥିର, ଦୁଷ୍ଟ ବାଳକ ବାଳିକା ଦିନେ ପରସ୍ପର ପ୍ରତି ଏତେ ମୂକ, ଏତେ ଗମ୍ଭୀର ହୋଇ ଉଠିବେ। ତମେ କଲେଜ ଗଲ। ମୁଁ ବି ତ ଫ୍ରକ୍ ଛାଡ଼ି ଶାଢ଼ିପିନ୍ଧି ସାରିଥିଲି। ବର୍ଷ ବର୍ଷ ଧରି ତମେ କୃତିତ୍ୱର ସହ ପାଶ୍ କରିଗଲ। ତମେ କବି ହେଲ। ଶହ ଶହ କବିତା ଲେଖି ଛପାଇଲ, ଛାତ୍ର ଜୀବନରୁ ତମର କବି ପ୍ରତିଭା ଫୁଲର ସୁବାସ ପରି ଚହଟି ଗଲା। ସମସ୍ତେ ତମକୁ ପ୍ରଶଂସା କଲେ। ତମର ଦର୍ଶନ ପାଇଁ, ଆମଘରେ ଏତେ ଲୋକ ଗହଳି ହେଲା। ଏତେ କୋଳାହଳ ଭିତରେ କେମିତି ମୁଁ ନୀରବ ରହୁଥିଲି ଏତେ? ତମର ପ୍ରଶଂସା ଶୁଣି ମୁଁ ଖୁସିରେ ଫାଟି ପଡ଼ୁଥିଲି, କିନ୍ତୁ ତମ ପାଖକୁ ଯାଇ ଅଭିନନ୍ଦନ ଜଣାଇବାକୁ ମୋ ପାଟି ଖନିମାରି ଯାଉଥିଲା। ବହୁ ଚେଷ୍ଟାକରି ମଧ୍ୟ ତମ ପାଖକୁ ମୁଁ ଯାଇପାରୁ ନ ଥିଲି, ନିଶ୍ଚିନ୍ତରେ ହସି ଅନାସକ୍ତ ଖୁସିରେ କହିପାରୁ ନ ଥିଲି। ସମ୍ଭବତଃ ମୋ ଭିତରେ କିଛି ଏକ ଥିଲା,କିଛି ଏକ ସଂଗୋପନରେ ଥିଲା, ଯାହାପାଇଁ ତମ ପାଖକୁ ମୁଁ ଯାଇପାରୁ ନ ଥିଲି। ତମ ସାମ୍ନାରେ ଠିଆ ହୋଇ ପାରୁ ନ ଥିଲି। ଅକାରଣ ଲଜ୍ଜା ମତେ ଢାଙ୍କି ରଖିଥିଲା, ଆଉ ତମ ଭିତରେ କ'ଣ ସତେ ସେମିତି କିଛି ଏକ ଥିଲା ମୋ ଲାଗି?